' 'ଟେଲିଫୋନ? ' 'ହଁ, ଟେଲିଫୋନ। ' ଦରଓ୍ୟାନ କୌଣସି ଉତ୍ତର ନ ଦେଇ କ୍ଷିପ୍ର ଭାବରେ ବାମପାର୍ଶ୍ୱକୁ ଲମ୍ୱିଯାଇଥିବା ଶ୍ରେଣୀବଦ୍ଧ କୋଠରି ଦିଗରେ ଅଗ୍ରସର ହେଲା। ଗୋଟିଏ ଦ୍ୱାର ପାଖରେ ଛିଡ଼ା ହୋଇ ଭିତରକୁ ଲକ୍ଷ୍ୟ କଲା। ତା'ପରେ ଫେରିଆସି କହିଲା, 'ଟେଲିଫୋନ ବାବୁଙ୍କ ଶୋଇବାଘରେ ରହିଛି। ଆସନ୍ତୁ ଆଜ୍ଞା' ଦରଓ୍ୟାନ ପଛେ ପଛେ ଉଭୟେ ପ୍ରାସାଦ ଭିତରେ କେତୋଟି କୋଠରି ଅତିକ୍ରମ କରି ଏକ ମଧ୍ୟମ ଧରଣର କୋଠରି ନିକଟରେ ଛିଡ଼ା ହେଲେ। ଦରଓ୍ୟାନର ଡାକରାରେ ଏକ ଉପବୀତଧାରୀ ବୃଦ୍ଧି ସେଠାକୁ ଆସୁ ଆସୁ ଏମାନଙ୍କୁ ଦେଖି ଚମକି ଛିଡ଼ା ହୋଥଗଲା। 'ସାହେବ ଫୋନ କରିବେ। ' ତା'ପରେ ସେ ତା'ର ଡିଉଟି ସ୍ଥାନକୁ ଚାଲିଗଲା। 'ଫୋନ ଖରାପ ହେଇଯାଇଚି, ଆଜ୍ଞା! ଦୁଇଥର ଖବର ଦେଲେ ବି କେହି ଆସିନାହାନ୍ତି-! ଭୀତଚକିତ ଗଳାରେ ଲୋକଟି ଉତ୍ତର ଦେଲା। ଠିକ୍ ହେଲାଣି କି ନାହିଁ ଏବେ ତମେ ଦେଖିଥିଲ? ଶତ୍ରୁ ଜିତି ଟିକିଏ ଗମ୍ଭୀର ଭାବରେ କହିଲେ। ଶତ୍ରୁଜିତଙ୍କର ଏଇ ପ୍ରଶ୍ନରେ ସେ ଆହୁରି ଯେମିତି ଶଙ୍କିତ ହୋଇଉଠିଲା। ଇତସ୍ତତଃ କଣ୍ଠରେ କହିଲା, 'ନାହିଁ ଆଜ୍ଞା, ଠିକ୍ ହେଇଥିଲେ ସେମାନେ ଜଣାଇଦେଇ ଥାଆନ୍ତେ ସେଥିପାଇଁ ' 'ମୁଁ କିନ୍ତୁ ଟେଲିଫୋନ୍ ଦେଖିବାକୁ ଚାହେଁ' 'ଆଜ୍ଞା, ସେଇ ଭିତରେ ଟେବୁଲ ଉପରେ ଅଛି। ' ସେ କଥା ଶେଷ କରିବା ପୂର୍ବରୁ ଶତ୍ରୁଜିତ ସେଇ କୋଠରି ଭିତରେ ପ୍ରବେଶ କଲେ। କୋଠରିଟି ଠିକ୍ ମିସେସ ପାତ୍ରଙ୍କର ବେଡ଼୍ରୁମ ଭଳି। ଏକାଭଳି ଚନ୍ଦନକାଠର ବମ୍ବେ ପେଟର୍ଣ୍ଣର ପଲଙ୍କ। ପଲଙ୍କର ଡାହାଣ ପାର୍ଶ୍ୱରେ ଟିକ୍ଉଡ଼୍ରେ ଟେବୁଲ ଉପରେ ଟେଲିଫୋନ। ଶତ୍ରୁଜିତି ଥରେ କୋଠରିର ଚତୁଃପାର୍ଶ୍ୱରୁ ଦୃଷ୍ଟି ଫେରାଇ ଟେଲିଫୋନ୍ ନିକଟକୁ ଯାଇଥିଲେ, କିନ୍ତୁ ବାହାରୁ କାହାର କ୍ଷିପ୍ର ପଦଶବ୍ଦ ଶୁଣି ସେ ଯେତେବେଳେ ପଛକୁ ଅନାଇଲେ ସେତେବେଳେ ଟେଲିଫୋନ ଲାଇନମ୍ୟାନକୁ ସେଇ କୋଠରି ଭିତରକୁ ଆସୁଥିବାର ଦେଖି ମନେ ମନେ ଆନନ୍ଦିତ ହେଇ ଉଠିଲେ। 'ଆରେ, ରଘୁ! ଏ ଲାଇନକୁ ତମେ କ'ଣ ଟ୍ରାନ୍ସଫର ହେଇ ଆସିଲଣି? ' ଶତ୍ରୁଜିତଙ୍କୁ ଦେଖିବା ସଙ୍ଗେ ସଙ୍ଗେ ନତମସ୍ତକରେ ନମସ୍କାର ଜଣାଇ ସେ କହିଲା, 'ନାହିଁ ସାର୍ ଏଡିଆଡ଼ର ଲାଇନମ୍ୟାନ ନ ଥିବାରୁ ମୋତେ ବାଧ୍ୟ ହୋଇ ଏଠାକୁ ଆସିବାକୁ ପଡ଼ିଲା-। କିନ୍ତୁ ଆପଣ ସାର୍ ଏଠି ରଘୁର କଥା ଶେଷ ହେବା ପୂର୍ବରୁ ଶତ୍ରୁଜିତଙ୍କର ତୀକ୍ଷ୍ଣ ଦୃଷ୍ଟି ବାହରୁ ଘୂରିଆସିଲା। ନା, ତାଙ୍କର ଅନୁମାନ ଠିକ୍। ମି: ମହାନ୍ତି ସେଇ ଲୋକଟିକୁ ନେଇ ସେଠାରୁ ଚାଲିଯାଇଥିଲା। ସେଆଡ଼ୁ ଦୃଷ୍ଟି ଫେରାଇ ନିମ୍ନ କଣ୍ଠରେ ସେ କହିଲେ, 'ଏବେ କ'ଣ ଏ ଟେଲିଫୋନ କାମ କରୁଛି? ' 'ନା। ବୋଧହୁଏ ଏଇ ଭିତରେ କିମ୍ବା ଟେଲିଫୋନରେ କୋଉଠି କ'ଣ ଗୋଳମାଳ ହେଇଯାଇଛି। ଏକସଚେଞ୍ଜଠାରୁ ଏପର୍ଯ୍ୟନ୍ତ ମୁଁ ଲାଇନ ଚେକ କରି କରି ଆସୁଛି, କୋଉଠାରେ ବ୍ରେକ ନାହିଁ କିମ୍ବା ଆରଥିଙ୍ଗ୍ ଫଲ୍ଟ ବି ନାହିଁ। କିନ୍ତୁ ସାର୍ ଆପଣ ' ତା ପିଠିରେ ହାତ ଥାପଡ଼ାଇ ଶତ୍ରୁଜିତି କହିଲେ, 'ଭଲ ଭାବରେ ଟେଲିଫୋନ୍ ଚେକ୍ କର, ରଘୁ! ମୁଁ ତମ ପାଖରୁ ଏତିକି ଜାଣିଲେ ସନ୍ତୁଷ୍ଟ ହେବି ଯେ ଇଚ୍ଛା କରି ଫଲ୍ଟ ସୃଷ୍ଟି କରାଯାଇଛି ଅଥବା ' ଏଥର ରଘୁ ହସିଲା–'ଏବେ ବୁଝିଲି, ସାର୍, ଆପଣ କାହିଁକି ଏଠିକି ଆସିଛନ୍ତି। ବେଶ୍, ଆପଣ ଦେଖନ୍ତୁ—'ଏହା କହି ରଘୁ ବାହାରୁ ଭିତରକୁ ଆସିଥିବା ଟେଲିଫୋନ କନେକସନ ଚେକ କରି ପୁଣି ଟେବୁଲ ନିକଟକୁ ଚାଲିଗଲା।